"ଏହା ଏକ ମନସ୍ତାତ୍ତ୍ୱିକ ସତ୍ୟ। ଆଜି ବହୁ ଅଂଶରେ ଲୋକମାନେ ଯେ କୌଣସି ମହାପୁରୁଷଙ୍କ ଭକ୍ତ ହୋଇ ପୂଜା କରୁଚନ୍ତି। ମୋର ମନେହୁଏ, ଏହା ପଛରେ ଅଛିଏକ ଶୂନ୍ୟତା, ଏକ ପ୍ରକାଣ୍ଡ ନିଃସହାୟତା।"ଦାଶରଥିବାବୁ ବିସ୍ମୟରେ ଅବାକ୍ ହୋଇ ରାୟବାବୁଙ୍କୁ ଚାହିଁଥିଲେ। ରାୟବାବୁଙ୍କର କଥା ଗୁଡ଼ା ତାଙ୍କୁ ନିହାତି ମିଥ୍ୟା ମନେହେଲା ନାହିଁ। ତାଙ୍କର ହୃଦ୍‌ବୋଧ ହେଲା, ତାଙ୍କର କଷ୍ଟାର୍ଜିତ ଏତେ ବିପୁଳ ସମ୍ପତ୍ତି, ଏତେବଡ଼ ମେଦବହୁଳ ଶରୀର ଅଭ୍ୟନ୍ତରରେ ସତରେ ସେ ବଡ଼ ଅସହାୟ। କାହାର ନିର୍ଭୟ ଆଶ୍ରୟ ପାଇଁ ନିଜ ଅନ୍ତଃକରଣରେ ସେ ଯେ ଦୁଇବାହୁ ବଢ଼ାଇ ବ୍ୟାକୁଳ ଭାବେ ଚାହିଁଚନ୍ତି, ରାୟବାବୁ ଅତି ଅସମ୍ଭବ ଭାବେ ସେହି କଥା ଆବିଷ୍କାର କରି ତାଙ୍କୁ କହି ପକାଇଚନ୍ତି।ସେ ସେମିତି ପାନ ଚୋବାଉ ଚୋବାଉ ଗମ୍ଭୀର ଭାବେ କହିଲେ, "ଆପଣ ଆଜ୍ଞା, କ'ଣ କରନ୍ତି?"ବେପରୁଆ ଭଙ୍ଗୀରେ ମୃଦୁ ହସି ରାୟବାବୁ କହିଲେ, "କିଛି ନାଇଁ।""କିଛି ନାଇଁ ମାନେ?""ମାନେ କିଛି କରେ ନାହିଁ।""ଫେର୍?"ରାୟବାବୁ ଏଥର ମୁଣ୍ଡଟେକି ଚାହିଁ କହିଲେ, "ଫେର୍? ମାନେ କେମିତି ଚଳେ, ଏଇଆ କହୁଚନ୍ତି ତ? ଦେଖନ୍ତୁ ଆଜ୍ଞା, ମୁଁ ଜଣେ ଲୋକ, ମନୁଷ୍ୟର ନ୍ୟୁନତମ ପ୍ରୟୋଜନରେ ମୁଁ ପରିତୃପ୍ତ। କେଜାଣି କାହିଁକି ଆଜ୍ଞା, ପିଲାଦିନୁ ନିଜର ନାଁ ଏଇ 'ବୈରାଗୀ' ଉପରେ ଜୋର୍ ଦେଇ ଜୀବନ ସହ ତା'ର ସାମଞ୍ଜସ୍ୟ ରଖିବା ଲାଗି, ଖିଆଲରେ, ବୁଡ଼ିଗଲି।" "ଗାଁରେ ଜମିବାଡ଼ି ଅଛି, ହେଲେ ମୁଁ ସେସବୁ ପ୍ରତି ବଡ଼ ନିର୍ଲିପ୍ତ। ସେ ସବୁ ସ୍ତ୍ରୀ ବୁଝାବୁଝି କରନ୍ତି। ଏକମାତ୍ର ପୁତ୍ର କଲେଜରେ ପଢ଼ୁଚି, ତା' କଥା ମଧ୍ୟ ସ୍ତ୍ରୀ ବୁଝନ୍ତି। ମୁଁ ଖାଲି କଟକରୁ ପୁରୀ, କଲିକତାରୁ ଲକ୍ଷ୍ନୌ, ଋଷିକେଶରୁ ହରିଦ୍ୱାର ଏମିତି ବୁଲିଥାଏ।"ମନ୍ତ୍ରମୁଗ୍ଧ ପରି ଦାଶରଥିବାବୁ ଶୁଣୁଥାଆନ୍ତି। ଅପଲକ ଆଖିରେ ଚାହିଁଥାନ୍ତି। ରାୟବାବୁ ଲୋକଟା ଯେମିତି ଦିଶୁଚି, ତାକୁ କେହି ଏକ ଶାଢ଼ୀ ବିକା ଫେରିବାଲା ଅବା କାନଟଣା, ନାକଟଣା ଶସ୍ତା ଔଷଧ କମ୍ପାନୀର ଏଜେଣ୍ଟ ଛଡ଼ା ଆଉ କିଛି କହିହବ ନାହିଁ। କିନ୍ତୁ ସତରେ ଲୋକଟାକୁ ସେମିତି ମନେ ହୁଏନା। କଥାରେ ତାର ବହୁତ ପ୍ରବୀଣତା ଅଛି। ହୁଏତ ଅନେକ ଜାଗା ବୁଲିଚି, ଦେଖିଚି, ଆଉ ସେ ନିଜେ ଖାଲି ସ୍ତ୍ରୀର ଫରମାସ ଶାଢ଼ି ଗହଣା କରୁ କରୁ ଜୀବନର ଅଧେ ବିତାଇ ଦେଲେ।ରାୟବାବୁ ପଚାରିଲେ, "ଆପଣ କ'ଣ କରନ୍ତି? ବ୍ୟବସାୟ ଅଛି ବୋଧହୁଏ?" ସେମିତି ପାଣିଚିଆ ହସ ହସି ଦାଶରଥିବାବୁ କହିଲେ, "ମୁଁ ଆଜ୍ଞା କିଛି କରେନା। ବଡ଼ ଧରଣର ବ୍ୟବସାୟ ଅଛି, ହେଲେ ମୁଁ ଆଉ ସେଥିରେ ପଶେନା। ପୁଅମାନେ ସବୁ ବୁଝାବୁଝି କରନ୍ତି। ସେମାନେ ବଡ଼ ହେଲେଣି।" ରାୟବାବୁ କହିଲେ, "ଆପଣ ଭାଗ୍ୟବାନ୍।" ସେମିତି ହସି ହସି ଦାଶରଥିବାବୁ କହିଲେ, "ହଁ ଆଜ୍ଞା। ସବୁ ଭଗବାନଙ୍କ ଦୟା।" କହୁ କହୁ ହଠାତ୍ ତାଙ୍କ ଛାତି ଥରି ଉଠିଲା ଓ ସେ କାହିଁକି କେଜାଣି ଅନ୍ୟମନସ୍କ ହୋଇ ଉଠିଲେ। ବସ ଧାଇଁ ଚାଲିଥିଲା। ସେମିତି ଅନ୍ୟମନସ୍କ ଭାବେ ଦାଶରଥିବାବୁ ରାୟବାବୁଙ୍କୁ ଚାହିଁଥିଲେ। ରାୟବାବୁଙ୍କର ସେହି ଗଭୀର ଦୃଷ୍ଟି, ବାହାରେ ହଜିଯାଇଚି ସେମିତି ଏକ ବିଶିଷ୍ଟ ଭଙ୍ଗୀରେ; ସତେକି ସେ ଏହି ବସ ଓ ତାର ପରିବେଶ, ଶୂନ୍ୟ ବାୟୁମଣ୍ଡଳର ସ୍ତରସ୍ତର ଭେଦି ଅତି ଊର୍ଦ୍ଧ୍ଵରେ କିଛି ଏକ ଖୋଜିବାରେ ନିମଗ୍ନ ରହିଚି। ଦାଶରଥିବାବୁ ଦୀର୍ଘଶ୍ୱାସ ଛାଡ଼ିଲେ। ଅବଶେଷରେ ବସ ଆସି ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିଲା। ହାହଲ୍ଲା କରି ଲୋକମାନେ ଠେଲାପେଲାରେ ଓହ୍ଲାଇ ନଦୀ ତୀରର ସେହି ଅସ୍ଥାୟୀ ବଜାର ଆଡ଼େ ଆଗେଇ ଚାଲିଲେ। ଏଥିପୂର୍ବରୁ ଆଉ କେତୋଟି ବସ ଓ ରିକ୍ସା ଆସି ଗହଳ ସୃଷ୍ଟି କରିଚି। ଦାଶରଥିବାବୁ ଓ ରାୟବାବୁ ମଧ୍ୟ ନିଜ ନିଜ ବ୍ୟାଗ ଧରି ଓହ୍ଲାଇଲେ। ସେତେବେଳକୁ ଅପରାହ୍ନର ନାରଙ୍ଗୀ ଖରା, ଈଷତ୍ ଲୋହିତ ରଙ୍ଗ ନେଇ ନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ତଟଭୂମିର ଶ୍ୟାମଳ ଅରଣ୍ୟ ଶ୍ରୀଉପରେ ଅଭିନବ ଶିଳ୍ପ ସୃଷ୍ଟି କରିଛି। ପଶ୍ଚିମାକାଶରେ ସୂର୍ଯ୍ୟ ରତରତ। ରାୟବାବୁ ନିଜ ଟ୍ରାଉଜର ପକେଟରେ ହାତପୁରାଇ, ଅନ୍ୟମନସ୍କ ଭାବେ ରତରତ ସୂର୍ଯ୍ୟଙ୍କୁ ଚାହିଁ ଆଗୋଉଥିବା ବେଳେ, ପଛରୁ ଦାଶରଥିବାବୁ ଡାକିଲେ, "ଟିକେ ଶୁଣନ୍ତୁ।" ରାୟବାବୁ ଅଟକିଲେ। ଦାଶରଥିବାବୁ ପାଖେଇ ଆସି କହିଲେ, "ଆସନ୍ତୁ ନା, ଟିକେ ଚା' ଖାଇବା। କିଛି ଗପ ବି ହେବ। ଗପ ଶୁଣିବା ଆଜ୍ଞା ମୋର ବଡ଼ ନିଶା।"ରାୟବାବୁ କହିଲେ, "ତେବେ ଚାଲନ୍ତୁ, ପୋଲାଙ୍ଗ ଗଛ ତଳର ସେ ଏକୁଟିଆ ଦୋକାନଟିକୁ। ସେ ଜାଗାଟା ବେଶ୍ ନିରୋଳା ଅଛି।"